ଯେତେବେଳେ ଜୈବ ରାସାୟନିକ ପଦାର୍ଥ ଜୀବ ଶରୀରରେ ଯଥେଷ୍ଟ ପରିମାଣରେ ପ୍ରସ୍ତୁତ ହୋଇପାରେ ନାହିଁ ଓ ତାହାକୁ ବାହାରୁ ସଂଗ୍ରହ କରିବାକୁ ପଡ଼େ, ସେତେବେଳେ ତାହାକୁ ଭିଟାମିନ୍ କୁହାଯାଏ। ତେଣୁ ଏହା ଏକ ସର୍ତ୍ତମୂଳକ ଶବ୍ଦ। ଭିଟାମିନ୍‌ଗୁଡ଼ିକ ମଧ୍ୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ପୋଷକ ଅନ୍ତର୍ଭୁକ୍ତ ନୁହେଁ ଓ ଅନ୍ୟ ବୋହୁତ କଦବା ଆବଶ୍ୟକ ହେଉଥିବା ପୋଷକ ମଧ୍ୟ ଅନ୍ତର୍ଭୁକ୍ତ ନୁହେଁ। ଅଧୁନା ତେର ଟି ଭିଟାମିନ୍ ଚିହ୍ନଟ ହୋଇଚି। ଆକାର ଅନୁସାରେ ନ ହୋଇ ଜୈବିକ ଓ ରାସାୟନିକ କ୍ରିୟା ଅନୁସାରେ ଭିଟାମିନର ବର୍ଗୀକରଣ କରାଯାଇଥାଏ। ପ୍ରତ୍ୟେକ ଭିଟାମିନ୍ ଅଲଗା ପ୍ରକାର ଜୈବିକ ପ୍ରକ୍ରିୟା ପ୍ରଦର୍ଶନ କରନ୍ତି ଓ ଏମାନଙ୍କୁ ଅକ୍ଷର ଅନୁସାରେ ନାମ ଦିଆଯାଇଥାଏ। ଉଦାହରଣ ସ୍ୱରୂପ: ଭିଟାମିନ୍ 'ଏ' ଦଳରେ ରେଟିନଲ, ରେଟିନାଲ ଓ ଚାରି ପ୍ରକାର କ୍ୟାରୋଟିନଏଡ୍ ଅଛନ୍ତି।ଶରୀରରେ ଭିଟାମିନ୍ ବ୍ୟବହାରିକ ରୂପକୁ ରୂପାନ୍ତରିତ ହୁଏ ଓ ନିଜ ମଧ୍ୟରେ ରୂପାନ୍ତର ହୁଏ। ଭିଟାମିନ୍‌ମାନଙ୍କର ବହୁଧା ଜୈବ-ରାସାୟନିକ କ୍ରିୟା ଥାଏ। ଉଦାହରଣ ସ୍ୱରୂପ: ଭିଟାମିନ୍-ଡି ମିନେରାଲ୍ ମେଟାବୋଲିଜିମ୍‌ରେ ହରମୋନ୍ ଭଳି କାମ କରେ ଓ ଭିଟାମିନ୍-ଏ ତନ୍ତୁ ବୃଦ୍ଧି ଓ ବିଭେଦନ କରେ। ଭିଟାମିନ୍-ଇ ଓ ସି ଆଣ୍ଟି-ଅକ୍ସିଡାଣ୍ଟ କାମ କରେ। ସଂଖ୍ୟାଧିକ ଥିବା ବି-କମ୍ପ୍ଲେକ୍ସ ଏଞ୍ଜାଇମ୍ କୋ-ଫ୍ୟାକ୍ଟର ପୂର୍ବ ରୂପରେ ଥାଏ, ଯାହା ଏଞ୍ଜାଇମ୍ କାଟାଲିଷ୍ଟ ଭାବରେ କାମ କରେ। ଫ୍ୟାଟି ଏସିଡ୍ ତିଆରି କରିବା ନିମନ୍ତେ ଏଞ୍ଜାଇମ୍‌ର ଅଂଶ ରୂପେ ବାୟୋଟିନ୍ କାମ କରେ। ଏହା କୋ-ଏଞ୍ଜାଇମ୍ ରୂପେ ମଧ୍ୟ କାମ କରେ, ଉଦାହରଣ: ଫୋଲିକ୍ ଏସିଡ୍ କୋଷ ମଧ୍ୟରେ ମେଥାଇଲ୍, ଫର୍ମିଲ୍ ଓ ମେଥିଲିନ୍ ବହନ କରେ। ଏଗୁଡ଼ିକ ଭିଟାମିନର ସୁପରିଚିତ କର୍ମ, କିନ୍ତୁ ଏହା ବ୍ୟତୀତ ଅନ୍ୟ ପ୍ରମୁଖ କାରଣ ଅଛି।ଦଶନ୍ଧିରେ ସେମି-ସିନ୍ଥେଟିକ୍ ଭିଟାମିନ୍-ସି ଓ ଇଷ୍ଟ୍‌ରୁ ଭିଟାମିନ୍ ବି-କମ୍ପ୍ଲେକ୍ସ୍ ଉତ୍ପାଦନ କରାଗଲା। ଅଧୁନା ରାସାୟନିକ ଦ୍ରବ୍ୟ ରୂପେ ଭିଟାମିନ୍ ଶସ୍ତାରେ ତିଆରି ହୋଇ ବିକ୍ରି କରାଯାଉଚି। ବିଭିନ୍ନ ରାସାୟନିକ ପ୍ରକ୍ରିୟାରେ ଭିଟାମିନ୍ ବ୍ୟବହୃତ ହେଉଥିବାରୁ ଏହାର ବୋହୁତ ପ୍ରକାର କାମ ଥାଏ। ଆମେ ଓଡ଼ିଆରେ ଜାଣିଥିବା ଜୀବସାରର ଇଂରାଜୀ ନାମ ଭିଟାମିନ୍। ଏହି ଭିଟାମିନ୍ ଶବ୍ଦ ଇଂରାଜୀରେ ପ୍ରଥମେ ପୋଲାଣ୍ଡ ଦେଶର ଜୈବ-ରସାୟନବିତ୍ କାସିମିରଜ୍ ଫଙ୍କ ରେ ପ୍ରଥମେ ପ୍ରଚଳନ କରିଥିଲେ।ଶବ୍ଦଟି ଓ ଶବ୍ଦ ଦୁଇଟି ମିଶି ଏକ ଯୌଗିକ ଶବ୍ଦ ଗଠିତ ହୋଇଚି। ଶବ୍ଦର ଅର୍ଥ ଶକ୍ତିଦାୟକ ଓ ଶବ୍ଦ କେତେକ ଜୈବ ଯୌଗିକ ପଦାର୍ଥକୁ କୁହାଯାଏ, ଯାହାଦ୍ୱାରା ପ୍ରୋଟିନ୍ ଗଠିତ ହୁଏ, ଅର୍ଥାତ୍ ଏହା ଜୀବନର ଆମାଇନ୍। ପରେ ଜଣାଗଲା ବେରି-ବେରି ଭଳି ରୋଗ ନିମନ୍ତେ ଆବଶ୍ୟକ ହେଉଥିବା ଜୈବ ଅତି କ୍ଷୁଦ୍ର ପୋଷକ ଜୈବ ନ ହୋଇ ରାସାୟନିକ ଆମାଇନ୍ ହୋଇପାରେ। ଏହା କାରଣ ଯୋଗୁ ଇଂରାଜୀ ଭିଟାମିନ୍ ଶବ୍ଦରୁ ଇ କାଟି ଦେଇ କେବଳ ଭିଟାମିନ୍ ରଖାଗଲା। ଭିଟାମିନ୍ ଦୁଇ ପ୍ରକାରେ ଦ୍ରବୀଭୂତ ହୁଏ: ଚର୍ବି ଦ୍ରବଣୀୟ ବା ଜଳ ଦ୍ରବଣୀୟ। ମନୁଷ୍ୟ ଶରୀରରେ ତେର ପ୍ରକାର ଭିଟାମିନ୍ ଥାଏ ଚାରି ପ୍ରକାର ଚର୍ବି ଦ୍ରବଣୀୟ ଓ ନଅ ପ୍ରକାର ଜଳ ଦ୍ରବଣୀୟ। ଜଳ ଦ୍ରବଣୀୟ ଭିଟାମିନ୍ ସହଜରେ ମିଳାଇ ଯାଏ ଓ ଶୀଘ୍ର ଦେହରୁ ପରିସ୍ରାରେ ବାହାରି ଯାଏ। ପରିସ୍ରା ପରୀକ୍ଷା ଦ୍ୱାରା ଦେହରେ ଥିବା ଭିଟାମିନ୍ ମାତ୍ର ଜାଣି ହୁଏ। ଏହି ଜାତୀୟ ଭିଟାମିନ୍ ଦେହରେ ସଂଗୃହୀତ ହୋଇ ରହିପାରେ ନାହିଁ, ଏଣୁ ସର୍ବଦା ଖାଦ୍ୟ ମାଧ୍ୟମରେ ଦରକାର ହୁଏ। ବ୍ୟାକ୍ଟେରିଆ ଦ୍ୱାରା କେତେକ ପ୍ରକାରର ଜଳ ଦ୍ରବୀଭୂତ ଭିଟାମିନ୍ ପ୍ରସ୍ତୁତ ହୁଏ। ଅନ୍ତନାଳରୁ ଚର୍ବି ସାହାଯ୍ୟରେ ଚର୍ବି ଦ୍ରବୀଭୂତ ଭିଟାମିନ୍ ଶୋଷିତ ହୋଇ ଦେହ ଅଭ୍ୟନ୍ତରକୁ ଯାଏ। ଏହି ସମସ୍ତ ଭିଟାମିନ୍ ଦେହରୁ ଜମା ହୋଇ ରହୁଥିବାରୁ ଅତି ଭିଟାମିନ୍ ସମସ୍ୟା ଉପୁଜି ପାରେ। ସିଷ୍ଟିକ୍ ଫାଇବ୍ରୋସିସ୍ ରୋଗରେ ଚର୍ବି ଦ୍ରବଣୀୟ ଭିଟାମିନର ନିୟନ୍ତ୍ରଣ ଆବଶ୍ୟକ ହୁଏ। ଶରୀରର ବିକାଶ ଓ ବୃଦ୍ଧି ନିମନ୍ତେ ଭିଟାମିନ୍ ଅତ୍ୟାବଶ୍ୟକ। ଭ୍ରୂଣ ସଞ୍ଚାର ହେବା ମାତ୍ରେ ଜେନେଟିକ୍ ବ୍ଲୁ-ପ୍ରିଣ୍ଟ୍ ଅନୁସାରେ ଦେହ ବଢ଼ିବାକୁ ଲାଗେ ଓ ଏଥି ନିମନ୍ତେ ପୋଷକ ଆବଶ୍ୟକ ହୁଏ। ଲବଣ ଓ ଭିଟାମିନ୍ ଦରକାର ହୁଏ। ଏହି ସମସ୍ତ ପୋଷକ ଶରୀରର ଅସ୍ଥି, ଚର୍ମ ଓ ମାଂସପେଶୀ ନିର୍ମାଣର ରାସାୟନିକ ପ୍ରକ୍ରିୟାରେ ବ୍ୟବହୃତ ହୁଏ।